ଇନ୍ସପେକ୍ଟର ମାର୍ଭିନ ଗମ୍ଭୀର ସ୍ୱରରେ ଗର୍ଜିଉଠି କହିଲେ, ''ଆପଣ ଅକାରଣରେ କାହିଁକି ଆମ କାମରେ ବାଧା ଦେଉଅଛନ୍ତି? ଆପଣଙ୍କ ପାଇଁ ତ ବର୍ତ୍ତମାନ ମୁଁ ଆସି ନାହିଁ। ଆସିଛି ମୋର ପୁରୁଣା ଦୋସ୍ତକୁ ଶଙ୍ଖୁଳିବା ଲାଗି। ଆପଣଙ୍କ ପାଇଁ ଯେତେବେଳେ ଆସିବି, ଆପଣ ସେତେବେଳେ ବାଧା ଦେଇପାରନ୍ତି। '' ମ୍ୟାକ୍ଜିଣ୍ଟି କହିଲା, ''ମ୍ୟାକ୍ମାର୍ଡ଼ୋ ମୋର ବନ୍ଧୁ। ତେଣୁ ମୋର ଜାଣିବାର ଅଧିକାର ଅଛି, ତାକୁ ଏଭଳି ଭାବରେ ଗିରଫ କରିବାର କାରଣ କଅଣ? '' ମାର୍ଭିନ୍ ସରଳ କଣ୍ଠରେ ଉତ୍ତରଦେଲେ, ''କାରଣ ଅତି ସ୍ପଷ୍ଟ। ପଅର ଦିନ ରାତିରେ 'ହେରାଲ୍ଡ଼' ସମ୍ପାଦକ ଷ୍ଟ୍ରଙ୍ଗରଙ୍କ ଘରେ ପଶି ତାଙ୍କୁ ନିର୍ମମ ଭାବରେ ଆଘାତ କରିଥିବା ଅପରାଧରେ ମୁଁ ଆପଣଙ୍କ ବନ୍ଧୁଙ୍କୁ ଧରିନେବାକୁ ଆସିଅଛି। '' ମ୍ୟାକ୍ଜିଣ୍ଟି ପ୍ରତିବାଦ କରିଉଠିଲା, ''ମିଥ୍ୟା କଥା। ସେଦିନ ସମସ୍ତ ରାତ୍ରି ମ୍ୟାକ୍ମାର୍ଡ଼ୋ ମୋ ସାଙ୍ଗରେ ହୋଟେଲରେ ରହିଥିଲା। ଆମର ପଶାଖେଳର ଗୋଟାଏ ପ୍ରତିଯୋଗିତା ଚାଲିଥିଲା। ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ସେହି ପ୍ରତିଯୋଗିତାରେ ହିଁ ଆନନ୍ଦରେ ବିଭୋର ରହି ଆମମାନଙ୍କ ରାତି କଟିଯାଇଅଛି। '' ''ବେଶ୍, ଅଦାଲତରେ ବିଚାର ସମୟରେ ଯେତେବଳେ ଦରକାର ପଡ଼ିବ, ବନ୍ଧୁଙ୍କ ପାଇଁ ସେତେବେଳେ ଆପଣ ପ୍ରମାଣ ଦେଖାଇବେ। ଏଠାରେ ଆମକୁ କହି ଲାଭ କଅଣ? '' ଏହା କହି ଇନ୍ସପେକ୍ଟର ମାର୍ଭିନ ଇଙ୍ଗିତ ଦେବା ସଙ୍ଗେସଙ୍ଗେ ସମସ୍ତ କନେଷ୍ଟବଲ୍ ଆସି ମ୍ୟାକ୍ମାର୍ଡ଼ୋ ହାତରେ ହାତକଡ଼ି ଲଗାଇଦେଲେ। ତା ଅଣ୍ଟାରେ ଦଉଡ଼ା ବାନ୍ଧିବା ବେଳେ ମ୍ୟାକ୍ଜିଣ୍ଟି ତା କାନରେ କଅଣ ଫୁସ୍ଫୁସ୍ କରି କହିଦେଲା। ତା ପରେ ଇନ୍ସପେକ୍ଟରଙ୍କୁ ଚାହିଁ କହିଲା, ''ଭଲ କଥା, ଅଦାଲତରେ ଦେଖାଯିବ। ପୋଲିସ ଅନ୍ୟାୟ କଲା ବୋଲି ଅଦାଲତ ଯେ ଅନ୍ୟାୟ କରିବ-ଏ ବିଶ୍ୱାସ ମୋର ନାହିଁ। '' ଇନ୍ସପେକ୍ଟର ମାର୍ଭିନ ସେ କଥାକୁ ଆଦୌ କାନ ନ ଦେଇ କନେଷ୍ଟବଲମାନଙ୍କୁ ହୁକୁମ ଦେଲେ, ''ଆସାମୀ ଯଦି ପଳାଇଯିବାକୁ ଚେଷ୍ଟା କରିବ, ତେବେ ବିନା ବିଚାରରେ ତତ୍କ୍ଷଣାତ୍ ଗୁଳି କରିଦେବ। '' ତା ପରେ ମ୍ୟାକ୍ଜିଣ୍ଟି ଆଡ଼କୁ ଅନାଇ ଅଭିବାଦନ ଭଙ୍ଗୀରେ କହିଲେ, ''ହଉ, ବର୍ତ୍ତମାନ ପାଇଁ ବିଦାୟ, ବନ୍ଧୁ। '' ମ୍ୟାକ୍ଜିଣ୍ଟି ଦୁଇ ହାତ ପାପୁଲିକୁ ମୁଠା କରୁକରୁ ନୀରବରେ କେବଳ ଠିଆହୋଇ ରହିଲା। ସେ ବୁଝିପାରିଲା ଯେ, ଏ ସ୍ଥାନରେ ବାଧା ଦେବାକୁ ଯିବା ମୂର୍ଖତା ବ୍ୟତୀତ ଆଉ କିଛି ନୁହେଁ। ମ୍ୟାକ୍ମାର୍ଡ଼ୋର। ବିଚାର ଅଦାଲତରେ ଯଥାରୀତି ଆରମ୍ଭ ହେଲା। ମ୍ୟାକ୍ଜିଣ୍ଟି ଦଳର ପଇସାରେ ମ୍ୟାକ୍ମାର୍ଡ଼ୋ ପାଇଁ ଲଢ଼ିବାକୁ ଜଣେ ବଡ଼ ଓକିଲ ନିଯୁକ୍ତି ହେଲେ। ଜେରା ସମୟରେ ପୋଲିସର ଓକିଲ 'ହେରାଲାଡ଼୍' ପ୍ରେସର କେତେ ଜଣ କମ୍ପୋଜିଟରଙ୍କୁ ପ୍ରଧାନ ସାକ୍ଷୀରୂପେ ଠିଆକରାଇଥିଲେ। ସେମାନେ କୁଆଡ଼େ ନିଜ ଆଖିରେ ଦେଖିଛନ୍ତି ଯେ, କେଉଁମାନେ ନୃଶଂସ କାର୍ଯ୍ୟ କରିଅଛନ୍ତି। ଦରକାର ପଡ଼ିଲେ, ସେମାନେ ସେ ଲୋକକୁ ଚିହ୍ନୋଟ କରିପାରିବେ। କିନ୍ତୁ ପରଦିନ ମ୍ୟାକ୍ମାର୍ଡ଼ୋର ଓକିଲ ଯେତେବେଳେ ସେମାନଙ୍କୁ ଜେରା କଲେ, ସେତେବେଳେ ସେମାନେ ଜଣ ଜଣ କରି ଠିକ୍ ଓଲଟା କଥା କହିଲେ। ସେମାନଙ୍କ କଥାରୁ ବୁଝାଗଲା, ଅନ୍ଧକାର ମଧ୍ୟରେ ନିଜ ପାଖରେ ଠିଆ ହୋଇଥିବା ଲୋକକୁ ମଧ୍ୟ ଚିହ୍ନିହେବ ନାହିଁ। ଚିହ୍ନୋଟ କଲାବେଳେ ସେମାନେ ମ୍ୟାକ୍ମାର୍ଡ଼ୋକୁ ଆଦୌ ଆଖିପାଖକୁ ଆଣିଲେ ନାହିଁ। ମାଜିଷ୍ଟ୍ରେଟ ପୋଲିସ ଉପରେ ରାଗି ରାୟରେ ଲେଖିଲେ, ''ପୋଲିସ ନିଜର ତତ୍ପରତା ଓ ବାହାଦୂରୀ ଦେଖାଇବା ଲାଗି ଜଣେ ନିରୀହ ଲୋକକୁ ଧରି ଆଣିଛି। ଷ୍ଟ୍ରଙ୍ଗରଙ୍କୁ ପ୍ରହାର ଦେବା ଘଟଣା ସହିତ ଏ ଲୋକର କୌଣସି ସମ୍ପର୍କ